ମୁଁ ଯେତେବେଳେ ଜଣିପାରିଲି ସେ ତାର ଜୀବନ ବିନିମୟରେ ସମସ୍ତ କିଛି କହିଦେବ, ସେତେବେଳେ ଫାୟାର୍ କରି ପଳାଇ ଆସିବାକୁ ବାଧ୍ୟ ହେଲି। ଉପସ୍ଥିତ ସଦସ୍ୟବର୍ଗ ନମ୍ବର କୋଡ଼ିଏର ଶୋଚନୀୟ ମୃତ୍ୟୁ କଥା ଶୁଣି ଭୟଭୀତ ହୋଇପଡ଼ିଲେ। ସାବାସ୍ ୟୁ ୟଙ୍ଗ୍ ମ୍ୟାନ୍। ତୁମେ ଠିକ୍ କାମ କରିଛ। ଦଳର ରକ୍ଷା ପାଇଁ ଏହିଭଳି ନୃଶଂସ ପଦକ୍ଷେପ ନ ନେଲେ ଅଗ୍ରସର ହେବା ଅସମ୍ବବ। କିନ୍ତୁ ଆମକୁ ଆନୁଧ୍ୟାନ କରିବା ପାଇଁ ଅପରାଧ ବିଜ୍ଞାନରେ ସର୍ବୋଚ୍ଚ ଡିଗ୍ରୀ ନେଇ ଫେରିଥିବା ମି: ଇଡମ୍ବିଏନ୍ ଗତକାଲି ଏହି ସହରରେ ଆସି ପହଞ୍ଚିଛନ୍ତି। ଏହା ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ସମ୍ବାଦରୁ ମୁଁ ଜାଣି ଆସିଛି, ଚିଫ୍। ଏଁ ମି: ଇଡମ୍ବିଏନ୍। ଚମକି ଉଠିଲେ ଦଳପତି। ମି: ଇଡେମ୍ବିଏନ୍ ଏଠାକୁ ଆସୁଛି? ତୁମେ ଭଲ ଭାବେରେ ଜାଣିଛ? ଆଉ ତାଙ୍କ ସଙ୍ଗେ ଶତ୍ରୁଜିତ ସହଯୋଗ କରୁଛନ୍ତି। ନା, ନା, ସେ କଥା କରାଇ ଦିଆଯିବ ନାହିଁ ସେକେଣ୍ଡ ଚିଫ୍। ତୁମେ ହୁଏତ ଜାଣି ନାହଁ ମି: ଇଡମ୍ବିଏନ୍ କେତେ ଇଣ୍ଟେଲିଜେଣ୍ଟ୍। ଆଉ ସେ ଏଠାରେ ପହଞ୍ଚିଗଲା ପରେ ଆମେମାନେ ଯେ ଘୋର ଦୁର୍ଯୋଗର ସମ୍ମୁଖୀନ ହେବା ଏଥିରେ ସନ୍ଦେହ ନାହିଁ। ତା ପୂର୍ବରୁ ତାକୁ ଶେଷ କରି ଦେବାକୁ ପଡ଼ିବ, ସେକେଣ୍ଡ ଚିଫ୍। ଓଃ, ପ୍ରକୃତରେ ତୁମେ ଯଦି ଏହି ସମ୍ବାଦ ପାଇ ନଥାନ୍ତ, କ'ଣ ଯେ ଆମର ପରିଣତି ହୋଇଥାଆନ୍ତା, ମୁଁ ଚିନ୍ତା କରିପାରୁ ନାହିଁ। ନମ୍ବର ଛ'-. ୟେସ୍ ସାର୍। ଫାଷ୍ଟ ଚିଫ୍ଙ୍କୁ ଖବର ଦିଅ। ତାଙ୍କର ସମସ୍ତ କାମ ବନ୍ଦ କରି ସେ ଏହିଠାକୁ ଆସନ୍ତୁ। ସେକେଣ୍ଡ ଚିଫ୍। ତୁମକୁ ଆହୁରି ସଙ୍ଘାତିକ ହେବାକୁ ପଡ଼ିବ, ଆହୁରି ନୃଶଂସ ହେବାକୁ ପଡ଼ିବ। ଆଉ ଏହି ପୋଲିସ ବାହିନୀ, ଦସ୍ୟୁ ଅଜୟ-ଯେଉଁମାନେ ଆମ ବିରୁଦ୍ଧରେ ଲାଗିଛନ୍ତି, ସେମାନେ ଯେମିତି ଦଶ ଦିନ ଭିତରେ ଆମର ବନ୍ଦୀ ଭାବରେ ରହିଥିବେ; ନଚେତ୍ ସୋମାନଙ୍କୁ କୁକୁର ଭଳି ମାରି ଦିଆଯାଇଥିବ। ଏହି ଭଳି ପଦକ୍ଷେପ ବ୍ୟତୀତ ଆଉ କୌଣସି ଉପାୟ ଏବେ ଆମର ନାହିଁ-। ମି: ଇଡମ୍ବିଏନଙ୍କୁ କୌଶଳରେ ଜାଲରେ ଛନ୍ଦିବାର ବ୍ୟବସ୍ଥା କରିବାକୁ ପଡ଼ିବ। ତାଙ୍କର ଦାୟିତ୍ୱ ହିଁ ଫାଷ୍ଟ୍ ଚିଫ୍ ଗ୍ରହଣ କରିବେ। ଆଉ ତୁମ ଉପରେ ସମସ୍ତ ଆଭ୍ୟନ୍ତରୀଣ ନିରାପତ୍ତା ରକ୍ଷାର ଦାୟିତ୍ୱ ରହିବା ସଙ୍ଗେ ସଙ୍ଗେ ଦସ୍ୟୁ ଅଜୟ ଆଉ ଶତ୍ରୁଜିତ ତଥା ଏସ୍. ପି କିନ୍ତୁ ସେକେଣ୍ଡ ଚିଫ୍, ତୁମର କଣ୍ଠସ୍ୱରରେ ଏ ପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନ ଆସିପାରି ନାହିଁ। ତୁମେ ଯେ କୌଣସି ଛଦ୍ମ ବେଶରେ ରହିଲେ ମଧ୍ୟ ତୁମର ପରିଚିତ କୌଣସି ବୁଦ୍ଧିମାନ ବ୍ୟକ୍ତି ପକ୍ଷରେ ତୁମକୁ ଆବିଷ୍କାର କରିବାକୁ ବିଶେଷ ସମୟ ଲାଗିବ ନାହିଁ। ତୁମେ ଯେ ସେମାନଙ୍କ ନିକଟରୁ ଚତୁରତାର ସହ ଆତ୍ମରକ୍ଷା କରି ପାରିବ ଏ ବିଶ୍ୱାସ ମୋର ଅଛି। ହେଲେ, ମୁଁ ଚାହେଁ ନାହିଁ ଯେ ତୁମର ପରିଚିତ ତୁମେ କାହାରି ନିକଟରେ ଛାଡ଼ିଦେଇ ଆସ। ତୁମେ ସେହି ଟାବଲେଟ୍ ଆହୁରି କିଛି ବ୍ୟବହାର କର। ଚେଷ୍ଟା କରିବି, ଚିଫ୍ ତା ପରେ ଗଭୀର ଚିନ୍ତା ଜାଲରେ ଦଳପତି ଯେମିତି ଆଚ୍ଛନ୍ନ ହୋଇପଡ଼ିଲେ। କେତେକ ସମୟ ପରେ ଉପସ୍ଥିତ ସଦସ୍ୟମାନଙ୍କ ଦିଗରେ ଦୃଷ୍ଟିପାତ କରି କହିଲେ-ଏବେ ତୁମେମାନେ ଯାଇପାର; କିନ୍ତୁ ପ୍ରବେଶ କୋଠରିରୁ ବାହାରିବା ସମୟରେ କାହାରି ସନ୍ଦେହରେ ତୁମେମାନେ ଯେମିତି ନ ପଡ଼। ପରେ ଆବଶ୍ୟକୀୟ ନିର୍ଦ୍ଦେଶନାମା ତୁମମାନଙ୍କ ନିକଟରେ ପହଞ୍ଚିବ। ନମ୍ବର ସାତ ବ୍ୟତୀତ